ଯେଉଁମାନେ ସାହିତ୍ୟ ମାଧ୍ୟମରେ ଦୁଃଖୀର ଦୁଃଖର ଚିତ୍ର ଆଙ୍କିବେ ନାହିଁ–ଯେଉଁମାନେ ଦୁଃଖର ପ୍ରଚାର କରି ଅନ୍ୟର ଦୃଷ୍ଟି ସେଥିପ୍ରତି ଆକର୍ଷଣ କରିବେ ନାହିଁ–ଯେଉଁମାନେ ଦୁଃଖପ୍ରଦ ସମସ୍ୟା ଦେଖାଇ ତାହାର ଗୋଟାଏ ସମାଧାନ ଦେବାକୁ ଚେଷ୍ଟା କରିବେ ନାହିଁ–ସେହିମାନେ ହେବେ ଆମର ବରେଣ୍ୟ ସାହିତ୍ୟିକ। ଗୋପୀନାଥ ବାବୁ ବନବାସୀ ଓ ହରିଜନଙ୍କର ଦୁଃଖରେ କାନ୍ଦି ଜାଣନ୍ତି, କିନ୍ତୁ ଗ୍ରାମବାସୀ ବା ରାମଜନଙ୍କର ସୁଖ ଦୁଖ ବୁଝନ୍ତି ନାହିଁ। ସେ ନିଜର ସୁଖ ସୁବିଧା ବୁଝି ପାରନ୍ତି କିନ୍ତୁ ଦେଶର ଛୋଟ ଛୋଟ ସମସ୍ୟା, ଅନାହାର ଓ ଅତ୍ୟାଚାର କଥା ବୁଝି ପାରନ୍ତି ନାହିଁ। କାହ୍ନୁଚରଣବାବୁ ଓଡ଼ିଶାର ଦୁର୍ଭିକ୍ଷ କଥା ଓ କୋରାପୁଟର ବାସ୍ତୁହରାଙ୍କର କଥା ବୁଝନ୍ତି; କିନ୍ତୁ କଟକ ସହରର ସ୍ୱାସ୍ଥ୍ୟ ପରିବେଶ ବିଷୟରେ ଅଜ୍ଞ। କାଳିନ୍ଦୀବାବୁ କବିତା ଦ୍ୱାରା ଏକ ରାଷ୍ଟ୍ର ଓ ଏକ ଓଡ଼ିଶା କଥା କହି ପାରନ୍ତି। କିନ୍ତୁ ରାଷ୍ଟ୍ରରେ ବିଭିନ୍ନ ଶ୍ରେଣୀର ସଂଘର୍ଷ ବିଷୟରେ ନିରବ। ଏହିପରି ସମସ୍ତେ ଶୋଇପଡ଼ିଛନ୍ତି। ଯେତେ କବି, ନାଟ୍ୟକାର, ଗାଳ୍ପିକ ଓ ଉପନ୍ୟାସକାର ଏପରିକି ପ୍ରାବନ୍ଧିକ ଓ ସଙ୍ଗଠକ ସମସ୍ତେ ଶୋଇପଡ଼ିଛନ୍ତି ସ୍ଥାନୀୟ ଓ ସଦ୍ୟଜାତ ସମସ୍ୟା ବିଷୟରେ। ସେମାନଙ୍କର ଦୃଷ୍ଟିଶକ୍ତି କ୍ଷୀଣ। ସେମାନଙ୍କର ମସ୍ତିଷ୍କର ଗ୍ରହଣ କରିବା ଶକ୍ତି ଅତ୍ୟନ୍ତ ଦୁଃସ୍ଥ ଓ କାତର। ତାଙ୍କ କାନରେ ପାଖ ପଡ଼ିଶାଙ୍କର ଦୁଃଖର କାତର କଣ୍ଠସ୍ୱର ବାଜେ ନାହିଁ। ଖବରକାଗଜ ପଢ଼ୁଥିଲେ ସେମାନେ ପଢ଼ିଥିବେ ଯେ ଛାତ୍ରମାନେ ଶିକ୍ଷାଦାନର ମୂଲ୍ୟ ଓ ମୂଲ୍ୟାୟନ ନେଇ ଚିତ୍କାର କରୁଛନ୍ତି। ରାସ୍ତାରେ ଗଲାବେଳେ ଦେଖୁଥିବେ ଯେ ଦୁଇ ପାଖ ଚୂନ ଧଉଳା ପାଚିରୀ ଉପରେ ଅସଂଖ୍ୟ ସ୍ଳୋଗାନ୍ ଲେଖା ଯାଇଛି–ଦାନା, କନା, ପାଠ ଓ ପେଟପୋଷାର ସ୍ଳୋଗାନ୍। କାହାନ୍ତି ସେମାନେ ସାହିତ୍ୟରେ? ପୁରୁଣା–କାଳିଆ ଲୋକ ପୁରୁଣା ଅମଳରେ ଯାହା ଦେଖି ନ ଥିଲା ସେତକ ବୁଝିବାକୁ ଅକ୍ଷମ ଥାଇପାରେ। କିନ୍ତୁ ସେ ଦେଖୁଛି ଆଉ ବୁଝିପାରୁ ନାହିଁ–ଏତକ ବି ଲେଖିବାକୁ ନାରାଜ। ଆମର ଓଡ଼ିଆ ସାହିତ୍ୟର ଗୋଟାଏ ସୁବିଧା କଥା ଘଟିଛି ଯେ ସରକାରୀ ଚାକିରିଆ ଭାବରେ ଅବସର ନେଇ ସାରି ଏହି ସାହିତ୍ୟିକମାନେ ସାମୟିକ ସାହିତ୍ୟକାରରୁ ଅଷ୍ଟପ୍ରହରୀ ସାହିତ୍ୟକାର ହେବାର ସୁବିଧା ଓ ସୁଯୋଗ ପାଇଲେ। ପେଟ ପୋଷିବାର ଧନ୍ଦା ନାହିଁ। କହୁଣୀ ଓ ଆଣ୍ଠୁ କାହାରି ଜଖମ ନୁହେଁ। ସମସ୍ତେ ବେଶ ସୁସ୍ଥ ସୁନ୍ଦର। କିନ୍ତୁ ସାହିତ୍ୟିକ ପୁଞ୍ଜି ଓ ରସବୋଧ କ'ଣ ଶେଷ ହୋଇଯାଇଛି? କିଛି ହୋଇ ନାହିଁ। ହୋଇଛି ଗୋଟାଏ ପ୍ରକାରର ଛୋଟକାଟିଆ ସ୍ୱୟଂସଂପୂର୍ଣ୍ଣତା। ଏଗୁଡ଼ାକ କ'ଣ ମୁଁ ଲେଖିବି? ଲେଖିଲେ କ'ଣ ପୁରସ୍କାର ପାଇ ପାରିବି? ଏଗୁଡ଼ିକ କ'ଣ ନିଖିଳ ଭାରତୀୟ ବା ବିଶ୍ୱସାହିତ୍ୟ ହୋଇପାରିବ? ଆଉ ଲେଖିଲେ ଅବା କ'ଣ ହେବ? ଶୁଣିବ କିଏ? ବୁଝିବ କିଏ? ଏସବୁ ହେଉଛି କର୍ମକୂଢ଼ ବୁଦ୍ଧିହୀନ ଲୋକର କୈଫିୟତ୍। ବିଧବା ବିବାହ, ଅମଲାତନ୍ତ୍ରର ଅତ୍ୟାଚାର, ପ୍ରବଳର ଆକ୍ରମଣ ଇତ୍ୟାଦି ବିଷୟରେ ଲେଖିଲେ କ'ଣ ହଠାତ୍ ଅମୁକବାବୁ ବହି ଲେଖି ପକାଇଲେଣି ବୋଲି ରାଜଭବନ ଓ ସଚ୍ଚିବାଳୟ ଥରି ଉଠୁଛି ଆଉ ଆଖି ଆଗର କଥା ଲେଖିଲେ କିଛି ଟିକିଏ ବି ହେବ ନାହିଁ। ଫଳପ୍ରାପ୍ତି ଆଉ ସାହିତ୍ୟ ସାଧନା ଭିତରେ ଏହି ଯୋଗସୂତ୍ର କିଏ ଆଣି ଖଞ୍ଜିଲା? ଖଞ୍ଜିଛି ସରକାର। ଏମାନଙ୍କୁ ବିଗଡ଼ କରିବା ପାଇଁ। ପ୍ରକୃତରେ ଲୋଭ ଏତେ ହୋଇଛି ଯେ କାଳେ ପଗଡ଼ି ମୁଣ୍ତରୁ ଖସିପଡ଼ିବ ବୋଲି ସେମାନେ ପଗଡ଼ିକୁ ଦୁଇ ହାତରେ ମୁଠେଇ ବସି ରହିଛନ୍ତି। ଏହି ପଗଡ଼ି ହେଉଛି ମିଛ